ଏସୋଫେଗସ୍ ପାକସ୍ଥଳୀ ଓ ଡୁଇଡେନମ୍ ଭିତରେ ଦୃଶ୍ୟ ଦେଖିବା ପାଇଁ ଗ୍ୟାଷ୍ଟ୍ରୋସ୍କୋପି କରାଯାଏ। ଏସୋଫେଜିଆଲ୍ ଭାରିସେସ୍ ରୋଗ ଥିଲେ ଏଥିରେ ଜଣାପଡେ ଓ ତାହାର ଚିକିତ୍ସା ସ୍କ୍ଲେରୋଥେରାପି ଓ ବିଟାବ୍ଲକର ଔଷଧଦ୍ୱାରା କରାଯାଏ। ସିରୋସିସ୍ ରୋଗ ହେଲେ ପ୍ରଥମେ ଯକୃତ ଆକାରରେ ବଡ ହୋଇ ରୋଗ ବଢିବା ସଙ୍ଗେ ସଙ୍ଗେ ଛୋଟ ହୋଇଯାଏ। ଏହାର ପୃଷ୍ଠତଳ ଅନିୟମିତ ଚିପିଲେ ଟାଣ ଲାଗେ ଓ ସ୍ଟିଏଟୋସିସ୍ ସହାବସ୍ଥାନ ଥିଲେ ହଳଦିଆ ଦେଖାଯାଏ। ଏହା ମୁଣ୍ଡା ମୁଣ୍ଡା ଦେଖାଯାଏ ଓ ଏହାକୁ ମୁଣ୍ଡାର ଆକାର ଅନୁସାରେ ତିନି ଭାଗରେ ବିଭକ୍ତ କରାଯାଏ ମାଇକ୍ରୋନୋଡ୍ୟୁଲାର୍, ମାଇକ୍ରୋନୋଡ୍ୟୁଲାର୍ ଓ ମିଶ୍ରିତ। ଉଁଆ ଅଣୁବୀକ୍ଷଣ ଯନ୍ତ୍ର୍ରର ଦୃଶ୍ୟ ଅନୁସାରେ ଯକୃତ କୋଷର ପୁନର୍ଜନ୍ମ ଅଁ ଡୋନି ନୋଡ୍ୟୁଲ ଥିଲେ ଏକ ନମ୍ବର ଓ ସୂତ୍ର ତନ୍ତୁ ସଂଯୋଗ ତନ୍ତୁ ଥିଲେ ଦୁଇ ନମ୍ବର ଦିଆଯାଏ। ରୋଗର କ୍ରିୟାଶୀଳତା ଅନୁସାରେ ସଂଯୋଜକ ତନ୍ତୁ ତିଆରି ହୁଏ। ଏହା ବୃଦ୍ଧି ପ୍ରାପ୍ତ ମଧ୍ୟ ହୋଇପାରେ। ଯକୃତ ଜୀବକୋଷ ନଷ୍ଟ ପ୍ରକ୍ରିୟା ବନ୍ଦ ହେବା ପରେ ମଧ୍ୟ ସୂତ୍ର ତନ୍ତୁ ତିଆରି ଚାଲୁ ରହେ। ଏହି ସୂତ୍ର ତନ୍ତୁ ବୃଦ୍ଧି ଯୋଗୁ ଯକୃତରେ ଅନ୍ୟ ଅଂଶ ଯଥା ସାଇନୁଏଡ୍ ଡିସ୍ସେ ସ୍ଥାନ ଓ ବିଭିନ୍ନ ଶିରା ଧମନୀମାନଙ୍କରେ ରକ୍ତର ଗତିପଥ ରୁଦ୍ଧ ହୋଇଯାଏ। ଏହା ଫଳରେ ପୋର୍ଟାଲ୍ ଉଚ୍ଚ ରକ୍ତ ଚାପ ସୃଷ୍ଟି ହୁଏ। ଯକୃତ ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ କାରଣ ଯୋଗ ନଷ୍ଟ ହେଲେ ସିରୋସିସ୍ ରୋଗରେ ପରିଣତ ହୁଏ। ଉଦାହରଣ ସ୍ୱରୁପ କ୍ରନିକ୍ ହେପାଟାଇଟିସ୍ ବି ରୋଗ ଜୀବକୋଷରେ ଲିମ୍ଫୋସାଇଟ ଅନୁପ୍ରବେଶ ହୁଏ କାର୍ଡିଆକ୍ ସିରୋସିସର ହେପାଟିକ ଶିରା ଚାରିଆଡ଼େ ଲୋହିତ ରକ୍ତ କଣିକା ଓ ସୂତ୍ର ତନ୍ତୁ ବେଢି ଯାଆନ୍ତି। ପ୍ରାଥମିକ ବିଲିଆରି ସିରୋସିସରେ ପିତ୍ତ ନଳୀ ଚାରିପଟେ ସୂତ୍ରତନ୍ତୁ ଓ ଗ୍ରାନୁଲୋମା ହୋଇ ପିତ୍ତ ବାହାରି ନ ପାରି ଜମା ହୋଇ ରହିଥାଏ। ଆଲକୋହୋଲିକ ସିରୋସିସର ନ୍ୟୁଟ୍ରୋଫିଲ୍ ଅନୁପ୍ରବେଶ ଦେଖାଯାଏ। ଚାଇଲକ୍ଟୁ ସ୍କୋର ଅନୁସାରେ ସିରୋସିସର ବର୍ଗୀକରଣ କରାଯାଏ। ଭିରୁରୁବିନ୍ ଆଲୁମିନ୍ ଆଇ ଏନ୍ ଆର୍ ଉପସ୍ଥିତ ହୋ ନେଇ ଏହାକୁ ଏ ବି ଓ ସି ଶ୍ରେଣୀରେ ବିଭକ୍ତ କରାଯାଏ। ଏ ଶ୍ରେଣୀ ରୋଗର ପୂର୍ବାନୁମାନ ଉତ୍ତମ ରହେ ସି ଶ୍ରେଣୀ ଅଧିକ ମୃତ୍ୟୁ ବରଣ କରନ୍ତି। ଏହି ସ୍କୋର ମସିହାରେ ଚାଇଲ୍ଡ୍ ଓ ଟିର୍କୋଟଦ୍ୱାରା ପ୍ରକାଶିତ ହୋଇ ମସିହାରେ ପୁଗଦ୍ୱାରା ପରିବର୍ତ୍ତିତ ହୋଇଥିଲେ। ଅଧୁନା ମଡେଲ୍ ଫର୍ ମଡେଲ୍ ଫର୍ ଏଣ୍ଡେଜ୍ ଏ ଲିଭର ଡିଜିଜ୍ ସ୍କୋର ଶିଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଏଣ୍ଡ ସ୍ପେସ୍ ଲିଭର ଡିଜିଜ୍ ସ୍କୋର ବ୍ୟବହାର ହେଉଛି। ହେପାଟିକ୍ ଶିରାର ଆରମ୍ଭ ଓ ଶେଷ ମୁଣ୍ଡରେ ହେଉଥୁବା ଚାପର ପାର୍ଥକ୍ୟ ରୋଗର ସ୍ଥିତି ଦେଖାଯାଇ ପାରେ ଏହା ଅବସ୍ଥା ଗମ୍ଭୀର ବା ନୁହେଁ ଜଣାଇ ଦେଇପାରେ। ସଧାରଣତଃ ଯକୃତର ନଷ୍ଟ ହୋଇଥିବା ଅଂଶ ଓଲଟାଇ ହେବନି। କିନ୍ତୁ ଚିକିତ୍ସା ଦ୍ୱାର ଏହା ଅଗ୍ରଗତିକୁ ରୋକି ହେବ ଓ ଜଟୀଳତାକୁ କମ କରିହେବ। ଯେହେତୁ ସିରୋସିସ୍ ରୋଗ ବହୁତ ଶକ୍ତି ନଷ୍ଟ କର ଏଣୁ ଯୋ ରୋଗୀକୁ ସ୍ୱାସ୍ଥ୍ୟକର ଖାଦ୍ୟ ଦେବାକୁ ଉତ୍ସାହିତ କରିବା ଅ ଆବଶ୍ୟକ। ସଂକ୍ରମଣ ହେଉଥୁବାରୁ ଆଣ୍ଟିବାୟୋଟିକ ଉପଦେଶ ଦିଆଯାଏ। କୁଣ୍ଡେଇ ହେବା ନିମିତ୍ତ ଅନେକ ପ୍ରକାରର ଔଷଧ ଦିଆଯାଏ। କୋଷ୍ଠକାଠିନ୍ୟ ଯୋଗୁଁ ଲାକ୍ଟୁଲୋଜ ଦିଆଯାଏ। ମଦ୍ୟପାନ ଜନିତ ସିରୋସିସ୍ ହେବା ଜଣା ପଡ଼ିଲେ ମଦ ବନ୍ଦ କରିବା ଆବଶ୍ୟକ ହୁଏ। ଭାଇରାଲ୍ ହେପାଟାଇଟିସ୍ ନିମନ୍ତେ ଇଣ୍ଟରଫେରନ୍ ଓ ଅଟୋଇମ୍ୟୁନ୍‌ ହେପାଟାଇଟିସ ନିମନ୍ତେ କକର୍ଟିକୋଷ୍ଟିଏଡ୍‌ ଦିଆଯାଏ। ତମ୍ବା ବା କପର୍ ଆଧିକ ଯୋଗୁଁ ୱିଲସନ୍‌ ରୋଗ ହୁଏ ଏଣୁ କପର୍